ତେଣୁ ରଘୁବାବୁଙ୍କୁ ବାନ୍ଧିରଖିବାକୁ, ଛନ୍ଦି ଦେବାକୁ ତାଙ୍କ ଆତ୍ମୀୟ ସ୍ୱଜନ କମ୍ ଚେଷ୍ଟା କରିନାହାନ୍ତି; କିନ୍ତୁ ରଘୁବାବୁଙ୍କ କାନରେ ଏ କଥାର କୌଣସି ପ୍ରତିଧ୍ଵନି ବାଜି ନାହିଁ। ସବୁ ଇନ୍ଦ୍ରିୟକୁ ଆୟତ୍ତରେ ରଖି ଯିଏ ଶୂନ୍ୟ ବିହାରରେ ବାହାରିପାରୁଛନ୍ତି ସେ ଯେ ତାଙ୍କ କାନ ଓ ମନ ରୂପକ ଦୁଇଟି ଇନ୍ଦ୍ରିୟକୁ ଆୟତ୍ତ କରିନପାରି ନାରୀ ବିହାରରେ ବାହାରିବେ ଏ କଥା ଆଶା କରାଯାଇନପାରେ। ଏମିତି ଅନେକ ଦିନ ଚାଲିଗଲା। ସମୟ ସହିତ ମଣିଷର ବି ବିବର୍ତ୍ତନ ସଂଘଟିତ ହେଉଛି। ମଣିଷ ମାତ୍ରକେ ପେଟ ଅଛି; ଆଉ ପେଟ ପାଇଁ ବୃତ୍ତି ଅଛି। ସାଧନା ଦରକାର, ଯୋଗ ଦରକାର ଅତିମାନବ ସ୍ତରକୁ ଯିବାପାଇଁ ବୃତ୍ତି ଦରକାର ପେଟ ଚାଖଣ୍ଡକ ପାଇଁ। ରଘୁବାବୁ ପ୍ରଥମ ଚାକିରି କରିଥିଲେ ପ୍ରତିରକ୍ଷା ମନ୍ତ୍ରଣାଳୟରେ। ଯେଉଁ ବ୍ୟକ୍ତି ଦ୍ୱାରା ଇନ୍ଦ୍ରିୟ ହୁଏ ନିୟନ୍ତ୍ରଣାଧୀନ ସେ ବ୍ୟକ୍ତିକୁ ପ୍ରତିରକ୍ଷା ବିଭାଗ ତା' ନିୟମ କାନୁନ୍ ଭିତରେ କିମିତି ବା କରିବ ନିୟନ୍ତ୍ରଣ। ଏଣୁ ସେ ଚାକିରି ଛାଡ଼ି ସାଧକ ରଘୁବାବୁ ବସିଲେ ଗୋଟିଏ କ୍ୟାବିନରେ ପାନ ଦୋକାନ କରି। ବିଚିତ୍ର ବ୍ୟାପାର। ପରସ୍ପର ବିରୋଧୀ। ଏକ ମନ ଏକ ଧ୍ୟାନରେ ସାଧନାରତ ମଣିଷ ସାଧକ ଆସନରୁ ଓହ୍ଲାଇ ଆସି ନିତିଦିନ ଶହ ଶହ ଗରାଖଙ୍କ ମନକୁ ଚାହିଁ ପାନ ଭାଙ୍ଗିବା ଆସନରେ କିମିତି ତିଷ୍ଠି ରହି ପାରିଲେ ତାହା ରହସ୍ୟମୟ ନୁହେଁ କି? ମନର କୌତୂହଳ ଦମନ କରିନପାରି ଥରେ ଯାଇ ରଘୁବାବୁଙ୍କୁ ତାଙ୍କ ଘରେ ଖୋଜିଲି-। ଉଦ୍ଦେଶ୍ୟ-ପାନଦୋକାନ କରିବା ଭିତରେ ବି ତତ୍ତ୍ୱ କି ଦର୍ଶନ ଅଛି ତାହା ଜାଣିବା-। ଜଣେ ସାଧକର କୌଣସି କାର୍ଯ୍ୟକୁ ଅନର୍ଥକ ଗୋଟାଏ ରୂପଦେବା ସ୍ୱାର୍ଥାନ୍ଵେଷୀ ଲୋକଙ୍କ ପକ୍ଷରେ ହୁଏତ ସ୍ୱାଭାବିକ କିନ୍ତୁ ମୁଁ ତ ତାହା କରିପାରିବି ନାହିଁ। ଶୁଣିଲି ରଘୁବାବୁ ଯାଇଛନ୍ତି ରବୀନ୍ଦ୍ର ମଣ୍ଡପ ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ଚଳଚ୍ଚିତ୍ର ନାୟିକା ବୈଜୟନ୍ତୀମାଳାର ଡାନ୍ସ ଦେଖିବାକୁ। ଏ ଯେ ଏକ ନୂଆ ବୈଚିତ୍ର୍ୟ। ସାଧକ, ତତ୍ତ୍ୱଦର୍ଶୀ ଦର୍ଶନବିତ୍ ରଘୁବାବୁ ବୈଜୟନ୍ତୀମାଳା ଡାନ୍ସରୁ କେଉଁ ତତ୍ତ୍ୱ ବା କେଉଁ ଦର୍ଶନ ଆହରଣ କରିବେ-? ସେ ସେଠାରୁ ଫେରିବା ପରେ ପଚାରିଲି-ରଘୁବାବୁ, ନାଚ କିମିତି ଲାଗିଲା? ଆହାଃ ବୈଜୟନ୍ତୀମାଳା-ତା' ନାଚ, ତା' ଠାଣି, ତା' ରୂପ ବାସ୍ତବରେ ଅତୁଳନୀୟ। ପାଖରେ ଯଦି ଖାଲି ଗୋଟିଏ ବୋତଲ ଥାଆନ୍ତା ନା ତା'ହେଲେ ନୃତ୍ୟଟା ଆହୁରି ଉପଭୋଗ୍ୟ ହୋଇଥାନ୍ତା। ସାଧକ ଯେ ରୂପର ପୂଜାରୀ ନହେବ ସେକଥା ନୁହେଁ। କିନ୍ତୁ ସାଧକ ରୂପର ନିଆଁରେ ପତଙ୍ଗ ସାଜିବା ସ୍ୱାଭାବିକ ନୁହେଁ। ରଘୁବାବୁ କହିଥିଲେ ଏକାଗ୍ରତା ପାଇଁ ମଦ ଦରକାର-ଯେମିତି ଦୁର୍ଗା ପୂଜାରେ ଦରକାର ପଡ଼ିଥିଲା ତାଙ୍କର। କିନ୍ତୁ ବୈଜୟନ୍ତୀମାଳାର ନୃତ୍ୟ ମଦର ବା କି ଦରକାର ପଡ଼ିଲା? ସେ କ'ଣ ତା'ର ନୃତ୍ୟର ଛନ୍ଦ ପାଇଁ ଏକାଗ୍ରତା ନା ତା' ରୂପରେ ଝଲସି ଯିବାର ଏକାଗ୍ରତା? କ'ଣ ପାଇଁ ସେ ମଦର ଆବଶ୍ୟକତା ଅନୁଭବ କଲେ? କିନ୍ତୁ ତାଙ୍କୁ ଭରସି କିଛି ପଚାରି ହେଲା ନାହିଁ। କିଏ କହିପାରେ କ'ଣ ସେ ମନେ କରିବେ? ମୋ'ମନର କୌତୂହଳ କିନ୍ତୁ ରହିଛି ଅଦମନୀୟ। ଏହିପରି ଅବସ୍ଥାରେ ତା'ପରଦିନ ଦୈବାତ୍ ଘଟିଲା ଯେଉଁ ଏକ ଛୋଟିଆ ଘଟଣା ତହିଁରେ ଉନ୍ମୋଚିତ ହୋଇଗଲା ରହସ୍ୟର ସେଇ ପର୍ଦ୍ଦା-ଏବଂ ସେଥିରେ ବିସ୍ମୟ ଅପେକ୍ଷା ଦୁଃଖ ପାଇଲି ଅଧିକ। ପାନ ଦୋକାନ ଖୋଲିଲେ ପ୍ରଥମେ ଆରମ୍ଭ ହୋଇଯାଏ ଦୋକାନ ଝାଡ଼ିବା, ତା'ପରେ ମୁଣ୍ଡ ଉପରେ ଥିବା ଶ୍ରୀ ଦୁର୍ଗାଙ୍କ ଫଟୋରେ